ଏସବୁ କେବଳ ପିନ୍ପ୍ରିକ୍ ବା କଣ୍ଟା ବାଡ଼ରେ ଲୁଗାପକାଇବା କାର୍ଯ୍ୟ। ଏସବୁଥିରେ ସାଧାରଣ ଲୋକେ ତ ସହଯୋଗ କରନ୍ତି ନାହିଁ ବରଂ ଏଥିରେ ସେମାନେ ବିରକ୍ତ ହୋଇ ଅସହଯୋଗ କରନ୍ତି। ବ୍ୟର୍ଥ ହିଂସାରୁ କାପୁରୁଷତାର ଜନ୍ମ। କିନ୍ତୁ ଅହିଂସାତ୍ମକ ଆନ୍ଦୋଳନ ସହସା ଫଳପ୍ରଦ ନହେଲେ ମଧ୍ୟ ଏହା ସାହସ ଓ ପୁରୁଷକାର ସୃଷ୍ଟି କରେ। ସୋମବାର ନଇ ନ ଦେଖୁଣୁ ଲଙ୍ଗଳା ରାଜନୀତି କ୍ଷେତ୍ରରେ ଧୈର୍ଯ୍ୟର ଆବଶ୍ୟକତା ଯେତେ ଅନ୍ୟ ସାଂସରିକ ବ୍ୟାପାରରେ ବୋଧହୁଏ ସେତେ ନୁହେଁ। ଉଦ୍ଦେଶ୍ୟ ସିଦ୍ଧିପାଇଁ ଅପେକ୍ଷା କରିବାକୁ ହେବ। ଅନୁକୂଳ ପରିସ୍ଥିତିକୁ ପ୍ରତୀକ୍ଷା କରିବାକୁ ହେବ। କିନ୍ତୁ ଗଣତାନ୍ତ୍ରିକ ଭାରତରେ ରାଜନୀତି କ୍ଷେତ୍ରରେ ଯେପରି ଅଧୀରତା ପ୍ରକାଶ ପାଉଛି ସେଥିରେ ରାଜନୈତିକ ବିକାଶ ବାଧା ପାଉଛି। ପାଞ୍ଚବର୍ଷକୁ ପାଞ୍ଚବର୍ଷ ନିର୍ବାଚନ ହେଉଛି, ହେବ। ଗତ ନିର୍ବାଚନରେ ବହୁ ଦଳ ମିଶିଯାଇ ବହୁ ପ୍ରଦେଶରେ କଂଗ୍ରେସକୁ ହରେଇ ଦେଲେ। ଏହାକୁ ନୀତି ଶାସ୍ତ୍ରରେ 'ସାମର୍ଥ୍ୟ' ଯୋଗ କୁହାଯାଏ। ବହୁ ଦଳ ଯେ ମିଶିଥିଲେ ସେମାନଙ୍କ ଉଦ୍ଦେଶ୍ୟ ଦୁଇଟି ଥିଲା- ପ୍ରଥମେ କଂଗ୍ରେସକୁ ହରେଇବା ଓ ଦ୍ୱିତୀୟ ଲୋକଙ୍କ ପାଇଁ ଗୋଟିଏ ବିକଳ୍ପ ସୁଶାସନ ପ୍ରତିଷ୍ଠା କରିବା। ଏହି ବିକଳ୍ପ ଶାସନ କେତେକ ପ୍ରଦେଶରେ କାର୍ଯ୍ୟକାରୀ ହୋଇପାରିଲା ନାହିଁ। ସେ ସ୍ୱତନ୍ତ୍ର ବିଷୟ। ଗତ ନିର୍ବାଚନରୁ ଏତିକି ଜଣାଗଲା ଯେ କଂଗ୍ରେସ ତୁଳନାରେ ଆଉ ଗୋଟିଏ ଶକ୍ତିଶାଳୀ ସର୍ବଭାରତୀୟ ଦଳ କ୍ଷେତ୍ରକୁ ଆସିବାକୁ ଲୋକେ ଚାହାନ୍ତି। ଏହି ସର୍ବଭାରତୀୟ ଦଳଟିକୁ ଛିଡ଼ା କରାଇବା ପାଇଁ ଧୈର୍ଯ୍ୟ ଆବଶ୍ୟକ ଥିଲା ତାହାର ଅଭାବ ଘଟିବାରୁ ଭାରତୀୟ କ୍ରାନ୍ତିଦଳ ଉଠିପାରିଲା ନାହିଁ। ତୁରନ୍ତ ନଗଦାନଗଦି ମନ୍ତ୍ରୀତ୍ୱ ପାଇବାକୁ ଯାଇ ବିଭିନ୍ନ ପ୍ରଦେଶରେ ବିଭିନ୍ନ ନୀତି କ୍ରାନ୍ତିଦଳ ଅବଲମ୍ବନ କଲା- ଶେଷରେ ଏହା ସର୍ବଭାରତୀୟ ଶକ୍ତିଶାଳୀ ଦଳ ହୋଇପାରିଲା ନାହିଁ। ତେଣିକି ଏକ ଦିଗରେ କଂଗ୍ରେସ ଓ ଅନ୍ୟ ଦିଗରେ ଅନେକ ଦଳ ଯେପରି ନିର୍ବାଚନ ପୂର୍ବରୁ ଥିଲେ ସେହିପରି ଅବସ୍ଥାକୁ ଆସିଗଲେ। ଏହି ପରିସ୍ଥିତିରେ ପ୍ରତ୍ୟେକ ଦଳର ନେତୃତ୍ୱକୁ ବିଚାର କରି ସ୍ଥିର କରିବାକୁ ହେବ ଉଦ୍ଦେଶ୍ୟ କଅଣ? ପ୍ରତ୍ୟେକ ଦଳ ପ୍ରତିଷ୍ଠା ଅର୍ଜ୍ଜନ କରିବାକୁ ଚେଷ୍ଟା କରିବେ ଓ ସେହି ଚେଷ୍ଟା ଅନ୍ୟ ଦଳମାନଙ୍କ ବିପକ୍ଷରେ ଯିବ ଏହା ସ୍ୱାଭାବିକ। ମାତ୍ର ପରସ୍ପର ଲଢ଼ାଲଢ଼ି ଯଦି ଉତ୍କଟ ହୁଏ ତେବେ ନିର୍ବାଚନ ସମୟର 'ସାମର୍ଥ୍ୟ' ଯୋଗ ନଷ୍ଟ ହେବ ଓ କୌଣସି ଦଳର ଉଦ୍ଦେଶ୍ୟ ସିଦ୍ଧ ହୋଇପାରିବ ନାହିଁ। ଓଡ଼ିଶାର କଥା ବିଚାର କରାଯାଉ। ଏଠି ସ୍ୱତନ୍ତ୍ର-ଜନକଂଗ୍ରେସ ଶାସନ ପ୍ରତିଷ୍ଠିତ ହୋଇଛି। ଅନ୍ୟ ଦିଗରେ ପି:ଏସ୍:ପି, କମ୍ୟୁନିଷ୍ଟ ବାମ ଓ ଦକ୍ଷିଣ ଏସ୍:ଏସ୍:ପି ଅଛନ୍ତି, କଂଗ୍ରେସ ମଧ୍ୟ ଅଛି। ଏ କ୍ଷେତ୍ରରେ କି କି ସମ୍ଭାବନାମାନ ଅଛି ତାକୁ ମଧ୍ୟ ଟିକିନିଖି ଆଲୋଚନା କରିବା ଉଚିତ। ସ୍ୱତନ୍ତ୍ର ଜନକଂଗ୍ରେସ ଯୋଗରେ ଶାସନ ଚାଲିବା ଛଡ଼ା ଅନ୍ୟ କୌଣସି ବିକଳ୍ପ ଶାସନର ସମ୍ଭାବନା ନାହିଁ। ତଦନ୍ତ କମିଶନ, ଅଙ୍କଶାସ୍ତ୍ର ଓ କଂଗ୍ରେସର ପ୍ରାଦେଶିକ ନେତୃତ୍ୱ ଏହି କାରଣମାନ ଯୋଗୁଁ ବିକଳ୍ପ ଶାସନର ସମ୍ଭାବନା ନାହିଁ। ତଦନ୍ତ କମିଶନ କାର୍ଯ୍ୟ କରୁଥିବା ଅବସ୍ଥାରେ କଂଗ୍ରେସ ଦଳ ସହିତ କୌଣସି ଦଳ ଯୋଗ ଦେବେନାହିଁ। ଅଭିଯୁକ୍ତ ବ୍ୟକ୍ତିମାନଙ୍କୁ ମଧ୍ୟ କଂଗ୍ରେସ ଛାଡ଼ିଦେବାକୁ ପ୍ରସ୍ତୁତ ନୁହେଁ। ତେଣିକି ଅଙ୍କଶାସ୍ତ୍ର ଯୋଗ ବିଯୋଗ କରି ସଂଖ୍ୟାଗରିଷ୍ଠ ମିଳିତ ଦଳଟିଏ ହୋଇ ପାରୁନାହିଁ। ଏଣୁ ସୁଖଲାଗୁ ବା ନଲାଗୁ ସ୍ୱତନ୍ତ୍ର ଜନକଂଗ୍ରେସ ଦଳର ମିଳନକୁ ବରଦାସ୍ତ କରିବାକୁ ହେବ। ନହେଲେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନକୁ ଆହ୍ୱାନ କରିବାକୁ